ଧୀରେ ଧୀରେ ଆସି ଭଉଣୀ ମଥାରେ ରଖିଲେ ସ୍ନେହବାଳା ହାତ। କହିଲେ ଉଠ୍ ମୋ ସୁନାଟି ପରା। ଏତେ ଅଭିମାନ କରନ୍ତି? ଦେଖିଲୁ ତୋ ଭାଉଜ କିପରି କାନ୍ଦୁଛନ୍ତି। ଆଚ୍ଛା କହିଲୁ ତୋ ଭାଉଜଙ୍କୁ ତାଙ୍କ ବାପା କେତେ ଭଲ ପାଆନ୍ତି। ତଥାପି ସେ କ'ଣ ତାଙ୍କୁ ପାଖରେ ରଖି ପାରିଲେ? ପାରିଲେନି। ବିଦାୟ ଦେବାକୁ ପଡ଼ିଲା। ବିଦାୟ ଦେଇ ସେ କ'ଣ ତାଙ୍କ ଝିଅ ପାଇଁ କାନ୍ଦି ନଥିଲେ? ତାଙ୍କ ମନ ଆହାକାର କରି ନଥିଲା? ସେହିପରି ତତେ ଛାଡ଼ି ଭାଉଜ କ'ଣ ସୁଖ ଶାନ୍ତିରେ ରହି ପାରିବେ? ଛାତି କ'ଣ ତାଙ୍କର ଫାଟି ଯିବନି? ଦୁନିଆ ଜାଣେ ତୁ ତା'ର ନଣନ୍ଦ। ସେ କିନ୍ତୁ ଜାଣନ୍ତି ତୁ ତାଙ୍କର ଝିଅ। କିନ୍ତୁ କ'ଣ ଏସବୁ ବୁଝି ପାରୁନୁ। ଛି, ଅବୁଝା ହୁଅନା। କାଲିଠୁ ଖାଇନୁ, ଆଇଲୁ ଖାଇବୁ। ମୌସୁମୀ ନିରବତାର ମିନାର ଭାଙ୍ଗି ଗୁଣ୍ଡ ହୋଇଗଲା ଏଥର। ଲୁଟି ପଡ଼ିଲା ସେ ସ୍ନେହମୟ ଭାଇଙ୍କ କୋଳରେ। ଏତେ ବୁଝେଇଲା ପରେ ବି ମୌସୁମୀ କାନ୍ଦି ଉଠିଲା ବିକଳ ହୋଇ। କହିଲା ମୁଁ କି ରୋଷ କରିଥିଲି ଭାଉଜଙ୍କ ପାଖେରେ। ମୋର କେଉଁ ଅପରାଧ ଦେଖି ଭାଉଜ ମୋତେ ଏଠି ଏକୁଟିଆ ଫୋପାଡ଼ି ଦେଇ ଦିଲ୍ଲୀ ଫେରିଯିବାକୁ ମନ କଲେ? ସେ ପରା ମୋତେ ଛାଡ଼ି ଏକୁଟିଆ ରହି ପାରନ୍ତିନି! କେତେଥର ଏକଥା ସେ ମୋତେ ଶୁଣାଇଛନ୍ତି। ସେ ତାହାହେଲେ କାହିଁକି ମିଛ କହିଥିଲେ? ସେ ମୋଟେ ଭଲ ନୁହଁନ୍ତି ଭାଇନା, ସେ ବହୁତ ମିଛ କହନ୍ତି। ମୁଁ ତମରି ସାଙ୍ଗରେ ଆସିଥିଲି, ଫୁଣି ତମରି ସାଙ୍ଗେରେ ଫେରିଯିବି। ତାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ସୂର୍ଯ୍ୟକାନ୍ତ ଭୁଲିଗଲେ ସେ ପୁରୁଷ। ଭଉଣୀର ବିକଳ ଦେଖି ସେ ଆଉ ସହି ପାରିଲେନି। କାନ୍ଦି ଉଠିଲେ ଶବ୍ଦ କରି। ସ୍ୱାମୀଙ୍କ ପଛପଟେ ଠିଆ ହୋଇ କଇଁ କଇଁ ହୋଇ କାନ୍ଦୁଥିଲେ ଅଳକା ମଧ୍ୟ। କିନ୍ତୁ ଏ ଦୁହିଁଙ୍କୁ ଦେଖି ସେ ଧୈର୍ଯ୍ୟ ଧରିଲେ। ଅଞ୍ଚଳରେ ପୋଛି ଦେଲେ ଦୁହିଁଙ୍କ ଅଶ୍ରୁ। ସ୍ୱାମୀଙ୍କୁ ଇଙ୍ଗିତ କରି କହିଲେ ତାକୁ ଭିତରକୁ ନେଇ ଚାଲ। ସୂର୍ଯ୍ୟକାନ୍ତ ଉଠି ଠିଆ ହୋଇ ଭଉଣୀକୁ ହାତ ଧରି ଉଠାଇଲେ। କହିଲେ ସେ ଆସେ, ମୋ ରାଣ ଖାଇବୁ ଆ। ସୂର୍ଯ୍ୟକାନ୍ତ ଏ ରାଣ ପକାଇପକି ଦେଖିଲେ ହସି ହସି ଗଡ଼ି ଯାଆନ୍ତି। କହନ୍ତି ସ୍ତ୍ରୀଲୋକମାନଙ୍କର ଏଇ ମୂଢ଼ତା ଦେଖିଲେ ମୋତେ ହସ ମାଡ଼େ। ରାଣ ଗୋଟାଏ କ'ଣ? ଆଜି କିନ୍ତୁ ସେ ଭୁଲି ଯାଆନ୍ତି ସ୍ନେହ ମମତା ବସରେ ସେ ସ୍ତ୍ରୀ ନା ପୁରୁଷ। ଝିଅମାନଙ୍କ ମନକୁ ରାଣ ଭାରି କାଟେ। ସେଥିପାଇଁ ସେ ରାଣର ସୁଯୋଗ ନେବାକୁ ବାଧ୍ୟ ହେଲେ କି? ମୌସୁମୀ ଚାଲିଲା ଭାଇନାଙ୍କ ହାତ ଧରି। ରାଣ ତାକୁ କାଟୁ କଲା। ଭାଉଜଙ୍କୁ କିନ୍ତୁ ଚାହିଁଲାନି। ଖାଇ ବସି କହିଲା ଭୀମ ମୋତେ ଜଳଖିଆ ଦେଉ, ମୁଁ ଭାଉଜଙ୍କ ହାତରୁ ଖାଇବିନି। ଅଳକାଙ୍କ ଓଠରେ ଫୁଟି ଉଠିଲା ଏକ କରୁଣ ଅମଲା ହସ। ଯେ ଯାହାକୁ ବେଶୀ ଭଲ ପାଏ ସେ ତା' ଉପରେ ବେଶୀ ରାଗେ। ବେଶୀ ଅଭିମାନ କରେ। ଅଳଙ୍କାକ ଉପରେ ଆଜି ମୌସୁମୀର ବହୁତ ରାଗ, ଅଭିମାନ। ଅଳକା ବୁଝିଲେ। ତାଙ୍କ ମୌସୁମୀକୁ ସେ ବୁଝିବନି ତ ଆଉ କିଏ ବୁଝିବ! କି ଏକ ସୁଖ ମିଶା ଦୁଃଖ ନେଇ ଚାଲିଗଲେ ସେ ରୋଷେଇ ଘରକୁ। ପରିସ୍ଥିତି ଦେଖି ଭୀମ ସବୁ କରି ରଖିଥିଲା ଅଳକାକା ଅପେକ୍ଷା ନ କରି। ଅଳକା ପରିପାଟି କରି ଜଳିଖିଆ ସଜାଡ଼ି ଭୀମ ହାତରେ ପଠାଇ ଦେଲେ ଡାଇନିଂ ହଲକୁ। ଭାଉଜ ଖାଇଲେ କି ନାହିଁ ଆଜି ଆଉ ପଚାରିଲେ ନାହିଁ ମୌସୁମୀ। ଭାଉଜଙ୍କ ପ୍ରତି ବିଦ୍ରୋହୀ ହୋଇ ଉଠିଛନ୍ତି ମନ ତା'ର। ନ ଖାଆନ୍ତୁ ସିଏ। ମୌସୁମୀ ମନ ଉପର କବାଟ ସିନା ଆଜି ବନ୍ଦ, ଭାଉଜଙ୍କ ପାଖରେ କିନ୍ତୁ ତା'ର ମନ ଭିତରେ କବାଟ ଚିର ଉନକ୍ତ। ତେଣେ ଅଳକା ମନଶ୍ଚକ୍ଷୁରେ ଦେଖି ପାରୁଥିଲେ ଥାଳିରେ ଭାଉଜଙ୍କ ହାତ ନ ଦେଖି ଆଜି ମୌସୁମୀର ପେଟ ପୁରୁନି। ଦୀର୍ଘ ଅଠର ବର୍ଷ ଅଭ୍ୟାସ ମୌସୁମୀର, କାହାରି ନା କାହାରି ସହିତ ଖାଇ ଆସିଛି। ଅଠର ବର୍ଷରୁ ଶେଷ ଛଅ ବର୍ଷ ଭାଉଜଙ୍କ ସହିତ ଖାଇଛି। ଜ୍ଞାନ ପାଇବା ଦିନଠୁ ଦେଖି ଆସୁଚି ଏଇ ମାତୃ ସ୍ୱରୂପିଣୀ ଭାଉଜଙ୍କୁ। ଖାଇ ଆସିଚି ତାଙ୍କରି ସହିତ। ଆଜି କିପରି ଏକୁଟିଆ ଖାଇବ! ପେଟ ପୁରିବନି ତ। ଆହା, ରାଗୁ ପଛେ ଶାନ୍ତିରେ ଟିକେ ଖାଆନ୍ତା କି! କନକନାରାୟଣ ଓ ସୂର୍ଯ୍ୟକାନ୍ତ ଦୁହେଁ ବସିଥିଲେ ବଗିଚାରେ।